ଏଥିରେ କବିଙ୍କର ସ୍ୱଭାବଘେନି ବର୍ଣ୍ଣନା ବିଶେଷତ୍ୱ କିଛି ନାହିଁ। ଚିରାଚରିତ ସମସ୍ୟା ହିଁ ଚିତ୍ରିତ ହୋଇଛି ମାତ୍ର। ଅଳଙ୍କାର-ସଂପୂର୍ଣ୍ଣ ଛାନ୍ଦଟିକୁ କବି ଆଦ୍ୟ ଯମକରେ ରଚନା କରିଅଛନ୍ତି। ଯେପରି- ଜୀବନହୀନ ଦ୍ୱାଦଶ ସମ୍ୱତ୍ସର ହେଲା ଜୀବନ ଯିବ ଏଣିକି କି କରିବ ଭଲା। ଦ୍ୱିଜକୁଳରେ ପୁଚ୍ଛନ୍ତି କରକ ସଂଯୁକ୍ତେ ଦ୍ୱିଜୋକ୍ତି ବିଭାଣ୍ଡକକୁ ଅଣାଅ ତୁରିତେ। ବନଜ ପିତାଜ୍ଞା ପାଳି ତପେଛନ୍ତି ରହି ବନଜ ପ୍ରଦତ୍ତ ହେବ ତାଙ୍କ ଆଜ୍ଞା ପାଇ। ଶଚିବର ପ୍ରାୟ ରାଜା ମନକୁ ଅଇଲା ସଚୀବରେ ଆଜ୍ଞାଦତ୍ତ ଏହା କର ଭଲା। ଶବ୍ଦାର୍ଥ। ବିଶ୍ରବାଜ-ବିଶ୍ରବାତନୟ। ଅରି-ଚକ୍ର। ଅରି-ବୈରୀ, ଶୀଘ୍ର ବିନାଶକ। କୌସ୍ତ୍ୱଭୂ-କୌସ୍ତୁଭଧାରଣକାରୀ। ମିତ୍ର-ସୂର୍ଯ୍ୟ। ଶବ୍ଦାର୍ଥ। ଜୀବନ-ଜଳ। ଜୀବନ-ପ୍ରାଣ। କରକ ସଂପୁକ୍ତେ-କରଯୋଡ଼ି। ବିଭାଣ୍ଡଜ-ଋଷ୍ୟଶୃଙ୍ଗ। ବନଜ-ଅରଣ୍ୟ। ବନନ-ଜଳ। ଶଚିବର-ଇନ୍ଦ୍ର। ସଚୀବବ- ମନ୍ତ୍ରୀର। ଶବ୍ଦ ପାଣ୍ଡିତ୍ୟ- ଉକ୍ତ ଯମକରେ ଅନ୍ୟ ପ୍ରକାର ମଧ୍ୟ କେତେ ପଦ ଦେଖାଯାଏ। ସେପରି- ପାଦପରେ ପାଦପରେ ଦେଇ ଅପସର ବାରାଙ୍ଗନା ବାରାଙ୍ଗନା ମିଳିଲେ ପାଖର। ଚତୁର୍ଥ ଛାନ୍ଦ-ରସକୁଲ୍ୟା ରାଗରେ ଛାନ୍ଦଟି ପଦରେ ଲେଖା ଯାଇଅଛି। କଥାବସ୍ତୁ-ବିଭାଣ୍ଡକ ଋଷ୍ୟଶୃଙ୍ଗଙ୍କ ଅଙ୍ଗସ୍ପର୍ଶରେ ତପସ୍ୱୀଜନ ଅନୁଚିତ ବସ୍ତୁ ଲକ୍ଷ୍ୟ କରି ପୁତ୍ରକୁ ସେ ପ୍ରସଙ୍ଗରୁ ରହିତ ହେବା ବିଷୟରେ ଉପଦେଶ ଦେଇ ପ୍ରାତଃକାଳରେ ବନଗମନ କରନ୍ତେ, ଜରତା ୠଷ୍ୟଶୃଙ୍ଗଙ୍କୁ ନୌକାରେ ନେଇ ଚାଲିଆସିଛି ଏବଂ ଲୋମପାଦ ରାଜ୍ୟରେ ବର୍ଷା ହେବା ପରେ ଶାନ୍ତାର ବିବାହ ଏବଂ ଦଶରଥଙ୍କର ଆମନ୍ତ୍ରଣ ଏଥିରେ ସୂଚିତ କରାଯାଇଛି। ରଚନାରେ ପ୍ରଥମ ଦୁଇ ପଦ ପ୍ରାନ୍ତଯମକ ଓ ଅନ୍ୟାନ୍ୟ ପଦ ଆଦ୍ୟ ଯମକରେ ରଚନା କରାଯାଇଛି। ବିଭାକର ଅସ୍ତାଚଳ ଭଜୁତ ବିଭାବରୀ ପବେଶନ୍ତେ ତୁରିତ ବିଭାଣ୍ଡକ ତପସ୍ଥାନୁ ଆଗତ ବିଭାବ ମଣି ପୁତ୍ରାଙ୍ଗ ସ୍ପର୍ଶେତ। ବିଭାତ କେମନ୍ତ ବିରାଗ କଲେ କୋଳରେ ଘେନିତ। ପଞ୍ଚମ ଛାନ୍ଦ-ରାଗ କାମୋଦି। ପଦରେ ସମ୍ପୂର୍ଣ୍ଣ। କଥାବସ୍ତୁ- ଦଶରଥ ଋଷ୍ୟଶୃଙ୍ଗଙ୍କଦ୍ୱାରା ଯଜ୍ଞ କରି ରାମ ଆଦି ପୁତ୍ରମାନଙ୍କୁ ଲାଭ କରିବା ବର୍ଣ୍ଣିତ ହୋଇଛି। ରଚନାରେ ଶବ୍ଦପାଣ୍ଡିତ୍ୟ ରହିଛି। ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ପଦ ଅନୁସରଣ କରି ଗାଇଛନ୍ତି- ''ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ" ଏବଂ କାଳିଦାସଙ୍କ ''ଦିନେ ଦିନେ ସା ପରିବର୍ଦ୍ଧମାନା"ଅନୁସରଣ କରି ''ଦିନକୁ ଦିନ ସହ ନବ ବର୍ଦ୍ଧନ" ଅବା ରଚିତ ହୋଇଛି ବୋଲି ମନେ ହୁଏ। ଷଷ୍ଠ ଛାନ୍ଦ-ରାଗ ଆହାରୀ। ପଦରେ ସଂପୂର୍ଣ୍ଣ। କଥାବସ୍ତୁ-ସୀତାଙ୍କର ଜନ୍ମ ଏବଂ ସ୍ୱୟଂମ୍ବର ପ୍ରତିଜ୍ଞା ଏବଂ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ବିଶ୍ୱାମିତ୍ରଙ୍କ ସହିତ ଯଜ୍ଞରକ୍ଷା ପାଇଁ ଗୃହତ୍ୟାଗ ଏଥିରେ ବର୍ଣ୍ଣିତ ହୋଇଛି। କବି ମହାସତୀ ଜନକନନ୍ଦିନୀଙ୍କର ଜନ୍ମ ଓ ଯୌବନ ବିବରଣୀ ପ୍ରଥମରୁ ପାଞ୍ଚଟି ପଦରେ ଅତି ବିଚକ୍ଷଣ ଭାବରେ ବର୍ଣ୍ଣନା କରିଅଛନ୍ତି। ବର୍ଣ୍ଣନାମାଧୁରୀ ପ୍ରତି ଆକୃଷ୍ଟ କରିବାକୁ ଉକ୍ତ ପାଞ୍ଚପଦ ଏଥିରେ ଉଦ୍ଧାର କରିବା ସଙ୍ଗତ ହେଉଛି- ''ଶୁଣ ସୁବିଦୁଷ ସକଳ କଳ୍ବିଷ ଅଙ୍ଗରୁ ହୋଇବ ଦହନ ଜନକ ମୁନୀଶ କାଶ୍ୟପୀକି ଚାଷ କରନ୍ତେ କର୍କଶ ବହନ ସକାଳେ, ସଭିଶାପେ ଖରେ ଅପୁରା ଖରେ ଯାଉଁ ଯତି ଦେଖି ବିଚାରନ୍ତି ଦୁହିତା ହୋନ୍ତାଏ ମୋ ପରା। ନଗରୀନର୍ତ୍ତକୀ ବ୍ରହ୍ମଣ୍ୟ ଭକ୍ତିକି ଜାଣି ପ୍ରକାଶର ରଭସେ ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା ପୂର୍ବୁ ନାଁ ପାର୍ଥବୀ ପ୍ରକାଶେ ଗତାନ୍ତେ। ବେଧା ବିଧାନରେ ଉତ୍ପତ୍ତି ସୁଫେଡ଼ା ଫଳାଗ୍ରେ ଦେଖି ଯତି ବ୍ୟଗ୍ରେ ବିଘ୍ନେ ଦୃଷ୍ଟିପାତ ଝଟତି। କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଲକ୍ଷଣେ ସୁକ୍ଷେଣ ସୁଗତି ଦୀନଜନ ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି ତତ୍କାଳେ, ପବିତ୍ରାଙ୍ଗି ଘେନି ସଦନେ ସୀମନ୍ତିନୀ-ସୀମନ୍ତିନୀ ଭୂଷା ମମ୍ମେ 'ହୃଦୟାନନ୍ଦ ସେ ତେସନେ। ବନଜସମ୍ଭୂତା ପରାୟେ ବର୍ଦ୍ଧିତା ପଦ ନିଉଛାଇ ହୋଇକି ନୟନ ଚକୋରୀ ସୁଧା ପାନକରି ବେରବେ ସର୍ବେ ଅଲକ୍ଷକି ବାତରେ, ଲତାଗ୍ର ଚଳଚଳ ମତ ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ବେଳକୁ ବେଳ ସେ ବିଦୀପ୍ତ। ଧାତ୍ରୀ ଶିରୀ ଧାତ୍ରୀ କୋଳେ ସୁଶୋଭନ୍ତି ଯତି ଯତି ନାରୀ ଆନନ୍ଦ କୂଳ ପବିତ୍ରାଣୀ ସମ୍ଭୂତା ଏ ପୁଣି ସୁମନା ଦର୍ଶନେ ପ୍ରମୋଦ ଅଦେହ, ଅଦେହ ନଗ୍ରେ ଯାଙ୍କ ବାସ ବାସରେ ବାସରେ ମଣ୍ଡିତ ହେବାରେ ସୁବାସ ବାସରେ ପ୍ରକାଶ। ଶଦ୍ଦାର୍ଥ। କକଶ କାଶ୍ୟପୀ - ଟାଣଭୂମି। ସଭ - ଇନ୍ଦ୍ର। 'ଖ' ରେ - ଶୀଘ୍ର, ଆକାଶରେ। ଯତି - ଜନକ ରାଜର୍ଷି। ନଗରୀନର୍ତ୍ତକୀ - ଅପ୍ସରା। ବ୍ରାହ୍ମଣ୍ୟ - ଋଷିଙ୍କ। ଭକ୍ତି - ସ୍ନେହ, ସମାଦର। ରଭସେ - ହର୍ଷରେ। ଚତାନ୍ତେ - ଯିବାପରେ। ବେଧା - ବେଦବିହିତ।